ସମାନ୍ୟ ଉତ୍ତେଜନାରେ ନିଜକୁ ସଂଯତ କରିନପାରି ସେ ଯେଉଁ ଭୁଲ୍ କରିଛି–ନୀହାର ନିକଟରେ ସେଥିଲାଗି ସେ କ୍ଷମା ମାଗିବ। ଦୋଷ ସ୍ୱୀକାର କରିନେବ। ପ୍ରକୃତରେ ନୀହାର ଓ ସେ ଦୁହେଁ ପରସ୍ପରଙ୍କର। ତାଙ୍କୁ ଭିନ୍ନ କରିଦେବାକୁ ଦୁନିଆରେ କୌଣସି ଶକ୍ତି ନାହିଁ। ଭାଗ୍ୟର ନିର୍ଦ୍ଦେଶରେ ଯାହା ଘଟିଯାଇଛି ସେଥିଲାଗି ସେ ଅନୁତାପରେ ଆପେ ଜଳି ପୋଡ଼ି ମରୁଛି ସିନା! କିନ୍ତୁ ନୀହାରର ପ୍ରାୟ ସବୁ ଚିଠି ପଢ଼ିସାରି ଚିରିଦିଏ ସାଗରୀକା। ସେ ଚିଠିର ଉତ୍ତର ଦେବାକୁ କି ତାକୁ ସାଇତି ରଖିବାକୁ ତାକୁ ଭଲ ଲାଗୁ ନଥିଲା। ସେ ବେଳେ ବେଳେ ବରଂ ନୀହାର ଉପରେ ବିରକ୍ତ ହୁଏ କାହିଁକି ସେ ତା' ନିକଟକୁ ଚିଠିଦେଇ ଅଯଥା ତାକୁ ବିବ୍ରତ କରୁଛି ବୋଲି। ତା'ର ଚିଠି ସେ ପଢ଼େ, କିନ୍ତୁ ତା'ର ଭାବ ତାକୁ ସ୍ପର୍ଶ କରିପାରେନା। ସେ କେମିତି ପଥର ହୋଇଯାଇଥିଲା–ନୀହାର ଲାଗି ତା' ହୃଦୟର ସବୁ ଦ୍ୱାର କେଉଁ ଏକ ଅଜ୍ଞାତ ଝଡ଼ର। ଆଘାତରେ, ଅତି ଆକସ୍ମିକ ଭାବରେ ବନ୍ଦ ହୋଇଯାଇଥିଲା। ସେତେବେଳେ କି ଏକ ନିଶାରେ ସେ ତାକୁ ସଦାବେଳେ ଏଡ଼ାଇ ଦେବାକୁ ଚେଷ୍ଟା କରି ଆସୁଥିଲା; ଏବଂ ଅତୀତକୁ ପୂରାପୂରି ପାସୋରି ଦେଇଥିଲା। ନୀହାର ବଦଳି ହୋଇ ଚାଲି ଯିବାର ପରବର୍ଷ ସେ ପୁରୀ ଛାଡ଼ି କଟକ ପଢ଼ିବାକୁ ଚାଲିଗଲା। ତାକୁ ସେଇ ପୁରୁଣା ସହର ଆଉ ଭଲ ଲାଗୁ ନଥିଲା; ସେଠାରେ ବି ଅତୀତର ବେଳ ବେଳକର ସ୍ମୃତି ତା' ନୂତନ ଜୀବନ ପଥରେ ଅନ୍ତରାୟ ହେଉଥିଲା। କୌଣସି ଦୁର୍ବଳ ମୁହୂର୍ତ୍ତରେ ତା' ଆଖି ଆଗରେ ଅତୀତର ରୂପ ନେଇ ନୀହାର ଠିଆହୋଇ ଯାଉଥିଲା। ତେଣୁ ସେ ସ୍ଥିର କରିଥିଲା ପୁରୀ ଛାଡ଼ି ଦୂରକୁ ଚାଲିଯିବ। ଯେଉଁଠି କି ଆଉ ତା'ର ଅତୀତ ନଥିବ; ଭୟ ଦେଖାଇବାକୁ କି ବିହ୍ୱଳ-ଭାବାବେଗରେ ଭସାଇ ନେବାକୁ। ନୂଆ ଜାଗାରେ ସେ ସମ୍ପୂର୍ଣ୍ଣ ନୂତନ ଜୀବନ ଆରମ୍ଭ କରିବ–ସେଠି ଅତୀତ ନଥିବ କେବଳ ଥିବ ବର୍ତ୍ତମାନ, ସୁନ୍ଦର ସବୁଜ ସରସ ବର୍ତ୍ତମାନ। ସେ ଦୂରକୁ ଚାଲିଗଲା। ଅତି ସହଜ ଭାବରେ ଜୀବନରେ ପ୍ରତିଟି ବିଭବକୁ ଗ୍ରହଣ କରିନେଇ ସେ ଚିତ୍ରିତା ପ୍ରଜାପତି ପରି ଉଡ଼ି ବୁଲିଲା। କ୍ଲାସରୁ ବାହାର, ହଷ୍ଟେଲ୍ରୁ ନଈକୂଳ, ସିନେମା ହଲ୍ରୁ ପାର୍କ, ସବୁଆଡ଼େ ତା'ର ଅବାଧ ଅପ୍ରତିହତ ଗତି। ସବୁଠି ତା'ର ରୂପ ମୁଗ୍ଧ ପ୍ରଶଂସକର ଦଳ। ସେ ସୁନ୍ଦରୀ, ରୂପବତୀ, ଗୁଣବତୀ ଆଉ ବେଶ୍ ସୋସିଏବଲ୍, ଅପ୍-ଟୁ-ଡେଟ୍। ଚାରିଆଡ଼େ ତାରି କଥା; ତାରି ପ୍ରଶଂସା। ସେ ଭାବିଲା ଏଇ ହିଁ ତା'ର ଜୀବନର ଗୌରବ; ଚରମ କୃତିତ୍ୱ। ସମସ୍ତଙ୍କ ସହିତ ସେ ହସି ହସି କଥାବାର୍ତ୍ତା କରେ; ଅତି ନିଃସଙ୍କୋଚରେ ମିଶେ। କଲେଜ ଡ୍ରାମାରେ ଆଗଭର ହୋଇ ପାର୍ଟ ନିଏ। ତା'ର ବନ୍ଧୁମାନେ ତାକୁ କହନ୍ତି–''ତୁମେ ନଥିଲେ ସାଗରୀକା–କଲେଜ ଡ୍ରାମା ଆଦୌ ହୋଇପାରନ୍ତାନି। ତୁମରି ଉପସ୍ଥିତି ହିଁ ଏହାର ସଫଳତା ପାଇଁ ସମ୍ପୂର୍ଣ୍ଣ ଦାୟୀ। '' ସେ କଲେଜ ଡ୍ରାମାଟିକ-ସୋସାଇଟିର ସଭ୍ୟ। ସବୁ କଥାରେ ଅଗ୍ରଣୀ। ତା'ର ଅଭିନୟ, ତା'ର କଥା, ତା'ର ଭାଷା, ଲକ୍ଷ-ହୃଦୟରେ ଚମକ ଆଣେ। ସେ ହସେ; ଅନ୍ୟମାନେ ହସନ୍ତି। ତାକୁ ଜଣାପଡ଼େ, ଏ ଜୀବନରେ ଯେପରି ଦୁଃଖ ନାହିଁ; ଶୋକ ନାହିଁ ଅଛି ଖାଲି ଆନନ୍ଦ ଓ ଉଲ୍ଲାସର ଅଫୁରନ୍ତ ଧାରା। ସେଦିନ 'ଜନନୀ' ଡ୍ରାମାର ଅଭିନୟ ପରେ ଗ୍ରୀନରୁମ୍ ବାହାରେ ତା'ର ହାତକୁ କମ୍ପିତ କରରେ ଧରି ପକାଇ ଅଧ୍ୟାପକ ଜଳଧର କହିଲେ–''କି ସୁନ୍ଦର ତୁମେ ଅଭିନୟ କରିପାର ସାଗରୀକା–କି ଚମତ୍କାର ଏକ୍ସପ୍ରେସନ୍ ତୁମର। ମୋର ମନେହେଲା କୌଣସି ପ୍ରଫେସନାଲ୍ ଆର୍ଟିଷ୍ଟ ବି ତୁମଠୁଁ ଭଲ କରି ପାରିବେ ନାହିଁ। '' ଗର୍ବରେ ଛାତିଫାଟି ପଡ଼ିଲା ସାଗରୀକାର। ସେ କେବଳ ଟିକିଏ ହସିଲା। ଭାବର ଆବେଗରେ ଆଉ କେତେ କ'ଣ ପ୍ରଶଂସା କରିଗଲେ ଜଳଧର। ଠିଆହୋଇ ସବୁ ଶୁଣୁଥିଲା ସାଗରୀକା। ଡ୍ରାମା ସରିଲାଣି। କିଏ କୁଆଡ଼େ ଗଲେଣି। ଉପରେ କେବଳ କେତେ ଜଣଙ୍କର ପାଟି ତୁଣ୍ଡ ଶୁଭୁଛି। ଗ୍ରୀନ୍ ରୁମରେ କିଏ ଜଣେ ଅଧେ ଅଛନ୍ତି। ଜଳଧର ଆଉ ସେ। ପାଖରେ କେହି ନାହାନ୍ତି। ଚାରିଆଡ଼ ନିର୍ଜନ, ନୀରବ। ରାତି ବାରଟାରୁ ଅଧିକ ହେଲାଣି। ଜଳଧର ସାଗରୀକାର ହାତ ଧରିଲେ। କହିଲେ–ବହୁତ ଡେରି ହେଲାଣି–ଘରକୁ ଯିବ ପରା? '' ସାଗରୀକା ସମ୍ମତି ଦେଲା। ସେ ପୁଣି କହିଲେ–''ଆସ ତେବେ–କଲେଜ ଗ୍ରାଉଣ୍ଡ ବାଟେ ବୁଲି କରି ଯିବା। '' ସାଗରୀକା ତାଙ୍କ କଥା ମାନିଲା।